ଆଚ୍ଛା ସେ ଏମିତି ପାଗଳୀଙ୍କ ପରି ହୋଇ ଭିକ ମାଗୁଛି କାହିଁକି? ତା' କଥା ଶୁଣି ଆପଣ କି ଲାଭ ପାଇବେ? ଏ ସହରରେ ତ ଏମିତି କେତେ ପାଗଳ ପାଗଳୀ ବୁଲୁଛନ୍ତି। ସମସ୍ତଙ୍କ କଥା ଜାଣି ହୁଏ, ନା ସମସ୍ତଙ୍କ ଖବର ରଖିହୁଏ? ସେ ମୋ' ନିରବତା ଲକ୍ଷ୍ୟ କରି ପୁଣି କହିଲେ–ନା, କେହି ରଖେନା ସେ ଖବର। ପାଗଳ ପାଗଳୀଙ୍କ ଖବର କିଏ ରଖିବ? କାହିଁକି ବା ରଖିବ? ରାଧି ସେଇମାନଙ୍କ ଭିତରୁ ଜଣେ-। ଏମିତି ଏଇ ସହରରେ ବୁଲିବୁଲି ପର ପାଖରେ ହାତ ପତେଇ, ଲୁହ ଗଡ଼େଇ କେଉଁ ଦିନ ରାସ୍ତାକଡ଼ରେ ଆଖି ବୁଜିବ। ଲୋକେ କହିବେ–ରାଧି ପାଗଳୀ ମରିଗଲା। ଏଇ ତ ତା'ର ପରିଚୟ। ରାଧିର କ'ଣ ଆଉ କେହି ନାହାଁନ୍ତି? 'ପାଗଳୀର ଆଉ କିଏ ଥାଏ ବାବୁ?... ଦୀର୍ଘଶ୍ଵାସ ଛାଡ଼ି ମନୋହର କହିଲେ–' ଛାଡ଼ନ୍ତୁ... ହୀନକପାଳୀଟିଏ ସେ, ସବୁଥାଇ ବି ଆଜି ତା'ର କିଛି ନାହିଁ। ସବୁ ଥାଇ ବି? ହଁ ବାବୁ, ଧନ ସିନା ନ ଥିଲା ତା'ର ହେଲେ ତା'ପରି ରୂପଗୁଣର ଝିଅ–ତାକୁ ଯିଏ ନ ଦେଖିଛି, ନ ଜାଣିଛି ସିଏ ବା କିମିତି ବୁଝିବ? ଏ ବଡ଼ବଡ଼ିଆ ଲୋକ ସିନା ତା'ର କାଳ ହେଲେ। ରାଧି କ'ଣ ସେତେବେଳେ ଜାଣିଥିଲା ଏଇ ବଡ଼ଲୋକମାନେ ସବୁଠୁଁ ବେଶୀ ଧପ୍ପାବାଜ୍–ସେମାନଙ୍କ ମୁହଁରେ ଗୋଟିଏ କଥା, କିନ୍ତୁ ମନ ଭିତରେ ତା'ର ସମ୍ପୂର୍ଣ୍ଣ ବିପରୀତ। ଆହାଃ ବିଚାରୀ ରାଧି–କ'ଣ ବା ଦୋଷ ତା'ର ଥିଲା? କିଏ ଜାଣିଥିଲା ତାକୁ ଏମିତି ପାଗଳୀ କରି ଦିଆଯିବ ବୋଲି-! ରାଧିକୁ ପାଗଳୀ କରି ଦିଆଗଲା? କାହିଁକି, କ'ଣ ପାଇଁ? ସେ ଅନେକ କଥା ବାବୁ... ତମେ ଜାଣିଲ କେମିତି? ଖାଲି ମୁଁ ଜାଣିନି ଆଜ୍ଞା–ରାଧି ଜାଣିଛି, ଆଉ ବି ଜାଣିଛନ୍ତି ବାବୁ ବାବୁଆଣୀ। ବାବୁ ବାବୁଆଣୀ? ସେ କଥା ଆଉ ପଚାରନ୍ତୁନି ଆଜ୍ଞା। ବଡ଼ଲୋକ, ବଡ଼ ଘରର କଥା ସେ। କାନ୍ଥର ବି କାନ ଅଛି। ସେ କଥା ପଦାରେ ପଡ଼ିଗଲେ ଆମମାନଙ୍କ ଭଳି ଲୋକମାନଙ୍କ ଅବସ୍ଥା ଯେ କ'ଣ ହେବ ତାହା ଆପଣ ବେଶ୍ ଅନୁଭବ କରି ପାରୁଥିବେ। ତା'ଛଡ଼ା ସେମାନଙ୍କ ଦୟାରୁ ମୋ' ପୁଅର ଚାକିରି। ସେ କଥା ପଦାରେ ପଡ଼ିଗଲେ ତା' ଚାକିରି ଆଉ ରହିବ ତ? ମନୋହର, ତମର ସେ ବାବୁ ବାବୁଆଣୀ କଥା ନ କୁହ ପଛେ କିନ୍ତୁ ଏଇ ରାଧି... ତାକୁ କାହିଁକି ପାଗଳୀ କରି ଦିଆଗଲା? କିନ୍ତୁ ବାବୁ ବାବୁଆଣୀଙ୍କୁ ଛାଡ଼ି ଏ ରାଧି ପାଗଳୀର କଥା ଯେ କିଛି ନାହିଁ ବାବୁ। ରାଧି ଜୀବନର ପ୍ରତ୍ୟେକ ଘଟଣା ଦୁର୍ଘଟଣା ସହ ଯେ ଏଇମାନେ ହିଁ ସଂପୃକ୍ତ। ନା, ଆପଣ ମୋତେ ବାଧ୍ୟ କରନ୍ତୁନି। ମୁଁ ଯାଉଛି। ମୋର କୌଣସି କଥାକୁ ଅପେକ୍ଷା ନ କରି ସେ ଉଠି ଚାଲିଗଲେ। ମନୋହର ସହ ସେଇ ମୋର ପ୍ରଥମ ପରିଚୟ। ସେଥିରେ ତାକୁ ବାଧ୍ୟ କରି ତାଙ୍କଠୁ କୌଣସି କଥା ଆଦାୟ କରିବା ସୌଜନ୍ୟର ବିରୋଧୀ। ମନର ଅଦମ୍ୟ କୌତୂହଳକୁ ଅବଶ୍ୟ ଦମନ କରି ହେଉ ନଥାଏ। ରାଧିର ଦୟନୀୟ କରୁଣ ଅବସ୍ଥା ଦେଖିଲେ କାହା ମନରେ ବା ସହାନୁଭୂତି ନ ଆସିବ, କାହିଁକି ତା'ର ଏ ଦୂରବସ୍ଥା–ତାହା ଜାଣିବାକୁ ଇଚ୍ଛା ବା ଆଗ୍ରହ ନ ହେବ କାହାର? ସେଦିନ ରୁମ୍ରେ ବସିଛି। ହଠାତ୍ ଜଣେ ଯୁବକ ବ୍ୟସ୍ତ ହୋଇ ଦୌଡ଼ି ଆସି ନିଜକୁ ମନୋହରଙ୍କ